ପୁତ୍ର ବିରହ ଯେ ତାଙ୍କୁ ରାଜ୍ୟଠାରୁ ଦୂରେଇ ନେଇଛି, ଏହା ଜାଣିବାରେ ସତ୍ୟବ୍ରତଙ୍କର ଟିକିଏ ହେଲେ ସନ୍ଦେହ ରହିଲା ନାହିଁ। ଗୋଟିଏ ଭୁଲ୍କୁ ଠିକ୍ ବୋଲି ପ୍ରତିପାଦିତ କରିବାକୁ ଯାଇ ବହୁତ ଭୁଲରେ ଆଶ୍ରୟ ନେବାକୁ ହୋଇଥାଏ। ମର୍ତ୍ତ୍ୟରେ ଘଟୁଥିବା ଘଟଣାମାନଙ୍କ ସମ୍ୱନ୍ଧରେ ସ୍ୱର୍ଗରେ ବିଚାର କରାହୁଏ; ନ୍ୟାୟୋଚିତ କର୍ମର ଫଳସ୍ୱରୂପ ଯେଭଳି ଧରଣୀରେ ସୁଖଶାନ୍ତି ବିରାଜମାନ କରେ, ସେହିଭଳି ଅନ୍ୟାୟ କର୍ମଫଳ ଯୋଗୁ ଧରଣୀ ନାନା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଏ। ଦେବତାଙ୍କ ସୁଧର୍ମା ସଭାରେ ବିଚାର ହେଲା ସତ୍ୟବ୍ରତଙ୍କ ନିର୍ବାସନ ବିଷୟ। ଦେବତାମାନଙ୍କ ବିଚାରରେ ସ୍ଥିରହେଲା ବଶିଷ୍ଠଙ୍କ ମହାରାଜ ଅରୁଣଙ୍କୁ ପ୍ରଦତ୍ତ ପରାମର୍ଶ ନ୍ୟାୟୋଚିତ ହୋଇନାହିଁ। ବ୍ରାହ୍ମଣଠାରୁ ଜାତ ସନ୍ତାନସନ୍ତତି ଶୂଦ୍ରଶୂଦ୍ରା ନାମରେ ଅଭିହିତ। ବ୍ରତ ପରେ ବ୍ରାହ୍ମଣପୁତ୍ର ଦ୍ୱିଜ ହୋଇଥାଏ ଓ ବ୍ରହ୍ମ କି ବସ୍ତୁ ତାହା ଜାଣିଲା ପରେ ସେ ହୁଏ ବ୍ରାହ୍ମଣ। ବ୍ରାହ୍ମଣର କନ୍ୟା ବ୍ରାହ୍ମଣକୁ ବିବାହ ପରେ ସେ ହୁଏ ବ୍ରାହ୍ମଣୀ। ଅନ୍ୟଥା ସେ ଶୂଦ୍ରଭାବେ ପରି ଗଣିତା ହୁଏ। ଗୋଟିଏ ଶୂଦ୍ରାକୁ କ୍ଷତ୍ରୀୟ ସନ୍ତାନ ସତ୍ୟବ୍ରତ ବିବାହ କରିବାଦ୍ୱାରା ଶାସ୍ତ୍ରର ତ ଅମର୍ଯ୍ୟାଦା ହୋଇ ନାହିଁ। ଶାସ୍ତ୍ର ଅନୁସାର ଉଚ୍ଚଜାତି ନିଚ୍ଚ ଜାତିରୁ କନ୍ୟା ଗ୍ରହଣ କରିପାରେ; ତେଣୁ ଏହାଦ୍ୱାରା ସମାଜର ବିଶୃଙ୍ଖଳା ପ୍ରଶ୍ନ ଉଠୁଛି କେଉଁଠି? ଯୁବରାଜ ସତ୍ୟବ୍ରତ କ୍ଷତ୍ରିୟ। ସେ କନ୍ୟାର ଅନିଚ୍ଛାରେ ତାକୁ ମଧ୍ୟ ବିବାହ କରିନାହାନ୍ତି-। ଏ କ୍ଷେତ୍ରରେ ବଶିଷ୍ଠ ଭୁଲ୍ ଏବଂ ଅନ୍ୟାୟ ପରାମର୍ଶ ମହାରାଜାଙ୍କୁ ଦେଇଛନ୍ତି। ସେଥିପାଇଁ ଇନ୍ଦ୍ର ମେଘମାନଙ୍କ ଡାକି ଆଦେଶ ଦେଲେ ତୁମ୍ଭେମାନେ ମର୍ତ୍ତ୍ୟରେ ବୃଷ୍ଟି କରନାହିଁ। ଅନାବୃଷ୍ଟି ଫଳରେ ଧରଣୀ ହେଲା ଦୁର୍ଭିକ୍ଷ ପ୍ରପୀଡ଼ିତ। କେବଳ ଅଯୋଧ୍ୟା ନୁହେଁ, ପାଖ ଆଖ ବିଭିନ୍ନ ରାଜ୍ୟରେ ବୃଷ୍ଟି ହେଲା ନାହିଁ। ଗୋଟିଏ ରାଜ୍ୟର ରାଜା ଅନ୍ୟାୟ କଲେ ସନ୍ନିକଟବର୍ତ୍ତୀ ରାଜ୍ୟର ରାଜାମାନେ ତା'ର ପ୍ରତିବାଦ କରିବା ଉଚିତ୍। ତାହା କେହି କରି ନାହାନ୍ତି ତେଣୁ ସମସ୍ତ ରାଜ୍ୟରେ ମେଘ ଜଳବର୍ଷା କଲାନାହିଁ। ମହାରାଜ ଅରୁଣ ରାଜ୍ୟଭାର ବଶିଷ୍ଠଙ୍କୁ ପ୍ରଦାନ କରି ବନଗମନ କରିଛନ୍ତି; ତେଣୁ ରାଜ୍ୟର ସମସ୍ତ ହାନିଲାଭ ବଶିଷ୍ଠଙ୍କ ଉପରେ। ରାଜ୍ୟରେ ବର୍ଷା ହେଲା ନାହିଁ। ଏଥିପାଇଁ ଦାମୀ ବଶିଷ୍ଠ। ବର୍ଷା ନ ହେଲେ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିବ। ସବୁକୁ ଚିନ୍ତାକରି ବଶିଷ୍ଠ କାମଧେନୁ ନନ୍ଦିନୀଦ୍ୱାରା ବର୍ଷା କରାଇବାକୁ ସ୍ଥିରକଲେ। କାମଧେନୁ ଇଚ୍ଛା କଲାମାତ୍ରେ ଅସମ୍ଭବ ସମ୍ଭବ ହୋଇପାରେ। ଏକଦା ମହାରାଜ ବିଶ୍ୱାମିତ୍ର ଅସମୟରେ ବଶିଷ୍ଠଙ୍କ ଆଶ୍ରମରେ ସୈନ୍ୟ ସାମନ୍ତଙ୍କ ସହ ଉପସ୍ଥିତ ହେଲେ। ଅସମୟ ହେଲେ ମଧ୍ୟ ବଶିଷ୍ଠ କାମଧେନୁ ନନ୍ଦିନୀଙ୍କୁ ପ୍ରାର୍ଥନା କରି ବିଶ୍ୱାମିତ୍ରଙ୍କ ସହିତ ସମସ୍ତ ସୈନ୍ୟସାମନ୍ତଙ୍କ ଯଥାଯୋଗ୍ୟ ସମ୍ୱର୍ଦ୍ଧନା କରିପାରିଥିଲେ। ଅସମୟରେ ଋଷି କିପରି ସମସ୍ତଙ୍କୁ ରାଜୋଚିତ ସଂବର୍ଦ୍ଧନାରେ ଆପ୍ୟାୟିତ କଲେ ତାହା ଜାଣିବାକୁ ଚେଷ୍ଟା କରି ଯେତେବେଳେ ଜାଣିଲେ ନନ୍ଦିନୀଙ୍କୁ ଯୋଗୁ ଏହା ସମ୍ଭବ ହୋଇଛି, ସେତେବେଳେ ସେ ବଶିଷ୍ଠଙ୍କ ନିକଟରେ କାମଧେନୁ ନିମିତ୍ତ ପ୍ରାର୍ଥୀ ହେଲେ; କିନ୍ତୁ ବଶିଷ୍ଠ ନିଜର ସର୍ବସ୍ୱ କାମଧେନୁଟି ଦେବାକୁ ରାଜି ହେଲେନାହିଁ। ଫଳରେ ବିଶ୍ୱାମିତ୍ର ନିଜର ସୈନ୍ୟ ସାମନ୍ତଙ୍କ ସହିତ ଚେଷ୍ଟାକଲେ ନନ୍ଦିନୀଙ୍କୁ ଜୋର କରି ନେଇଯିବାକୁ, ମାତ୍ର ମୁହୂର୍ତ୍ତକ ମଧ୍ୟରେ ନନ୍ଦିନୀ ଅସଂଖ୍ୟ ଅସ୍ତ୍ରଶସ୍ତ୍ରେ ସୁସଜ୍ଜିତ ସୈନ୍ୟ ମଧ୍ୟରୁ ନିର୍ଗତ କରାଇ ରାଜାଙ୍କୁ ପରାସ୍ତ କରିଦେଲେ। ଏହିଭଳି ଏକ କାମଧେନୁ ଥାଉଁ ଥାଉଁ ଇନ୍ଦ୍ର କ'ଣ କ୍ଷତି କରିବେ? ବଶିଷ୍ଠ ନନ୍ଦିନୀଙ୍କୁ ପ୍ରାର୍ଥନା କଲେ ବର୍ଷା ନିମିତ୍ତ। ନନ୍ଦିନୀ ପ୍ରସନ୍ନ ହେଲା ମାତ୍ରେ ଅଯୋଧ୍ୟାର ଚତୁର୍ଦ୍ଦିଗରେ ବର୍ଷା ହେବାକୁ ଲାଗିଲା;